ଗାୟନ ଏପରି ଏକ କ୍ରିୟା ଯାହା ଦ୍ୱାରା ମାନବର ସ୍ୱରର ସହାୟତାରେ ସଙ୍ଗୀତ ଧ୍ୱନି ଉତ୍ପନ୍ନ କରାଯାଇଥାଏ ଏବଂ ସାଧାରଣ କଥାବାର୍ତ୍ତାକୁ ରାଗ ଏବଂ ତାଳ ଦୁହିଁଙ୍କ ପ୍ରୟୋଗରେ ବଢ଼ାଯାଇଥାଏ। ଯେଉଁ ବ୍ୟକ୍ତି ଗାଇଥାଏ ତାଙ୍କୁ ଗାୟକ କିମ୍ବା ସଙ୍ଗୀତକାର କୁହାଯାଇଥାଏ। ଗାୟନ ସର୍ବଦା ଅନ୍ୟ ସଙ୍ଗୀତକାରମାନଙ୍କ ସମୂହରେ କରାଯାଇଥାଏ ଯେପରି ଭିନ୍ନ ଭିନ୍ନ ପ୍ରକାର ସ୍ୱର ଥିବା ବହୁ ଗାୟକମାନଙ୍କ ସହିତ କିମ୍ବା ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଉଥିବା କଳାକାରମାନଙ୍କ ସହିତ। ସମସ୍ତ ପ୍ରକାରର ବ୍ୟକ୍ତି ଯିଏ କଥା କହିପାରେ ସେ ମଧ୍ୟ ଗୀତ ଗାଇପାରେ। କାରଣ ଗାୟନ କଥା କହିବାର ଏକ ପରିଷ୍କୃତ ରୂପ। ଗାୟନ ଅନୌପଚାରିକ ହୋଇପାରେ ଏବଂ ସନ୍ତୋଷ କିମ୍ବା ଖୁସି ପାଇଁ କରାଯାଇପାରେ। ଯେପରି କୌଣସି ଧାର୍ମିକ ଅନୁଷ୍ଠାନ ସମୟରେ ମଞ୍ଚ ଉପରେ କିମ୍ବା ରେକର୍ଡିଂ ଷ୍ଟୁଡିଓରେ ପ୍ରମୁଖ ଗାୟନ ସମୟରେ। ଉଚ୍ଚ ଧରଣର ପ୍ରମୁଖ ଗାୟକ କିମ୍ବା ନବଶିକ୍ଷିତ ଗାୟକମାନଙ୍କ ପାଇଁ ସାଧାରଣ ନିର୍ଦ୍ଦେଶନା ଏବଂ ନିୟମିତ ଅଭ୍ୟାସ ଆବଶ୍ୟକ ହୋଇଥାଏ। ପ୍ରମୁଖ ଗାୟକ ସାଧାରଣତଃ କୌଣସି ଗୋଟିଏ ପ୍ରକାରର ସଙ୍ଗୀତରେ ନିଜର ପ୍ରାଧାନ୍ୟକୁ ଦର୍ଶାଇଥାନ୍ତି ଯେପରି ଶାସ୍ତ୍ରୀୟ କିମ୍ବା ରକ ଏବଂ ଆଦର୍ଶ ରୂପେ ସେ ନିଜର ସମସ୍ତ ଜୀବିକାର ଅନୁଧ୍ୟାନ ମାଧ୍ୟମରେ କୌଣସି ସ୍ୱର-ଅଧ୍ୟାପକ କିମ୍ବା ସ୍ୱର-ପ୍ରଶିକ୍ଷକଙ୍କ ସହାୟତାରେ ସ୍ୱର-ପ୍ରଶିକ୍ଷଣ ନେଇଥାନ୍ତି। ନିଜର ଶାରୀରିକ ଅବସ୍ଥାରେ ଗାୟନ ଏକ ଭଲ ଭାବେ ପରିଭାଷିତ କୌଶଳ ଯାହା ପବନର ଯୋଗାଣ ସ୍ୱରଯନ୍ତ୍ର ଯାହା ବଂଶୀ କିମ୍ବା କମ୍ପନର କାର୍ଯ୍ୟ କରିଥାଏ ବକ୍ଷ ଓ ମୁଣ୍ଡ ଯାହା ବାୟୁ ବାଦ୍ୟରେ ନଳୀ ପରି ଧ୍ୱନି ବିସ୍ତାରକାର କାର୍ଯ୍ୟ କରିଥାଏ ଏବଂ ଜିଭ ଯାହା ତାଳୁ ଦାନ୍ତ ଏବଂ ଓଠ ସହିତ ମିଳିତ ହୋଇ ସ୍ୱର ଏବଂ ବ୍ୟଞ୍ଜନର ଉଚ୍ଚାରଣ କରିଥାଏ। ଯଦିଓ ଏହି ଚାରୋଟି ପ୍ରଣାଳୀ ସ୍ୱତନ୍ତ୍ର ରୂପେ କାର୍ଯ୍ୟ କରିଥାଏ ତାଙ୍କୁ ଏକ ମୁଖର କୌଶଳର ସ୍ଥାପନା ପାଇଁ ସମନ୍ୱିତ କରାଯାଇଥାଏ ଏବଂ ସେ ନିଜ ନିଜ ଭିତରେ ଅନ୍ତଃକ୍ରିୟା କରିବା ପାଇଁ ତିଆରି ହୋଇଥାନ୍ତି। ନିଷ୍କ୍ରିୟ ଶ୍ୱାସକ୍ରିୟା ସମୟରେ ପବନ ମଧ୍ୟଚ୍ଛଦ ସହିତ ଭିତରକୁ ନିଆଯାଇଥାଏ। ପେଟ ଆନ୍ତରିକ ଅନ୍ତର୍ପଶୁକା ଏବଂ ଅଧୋ ଶ୍ରୋଣୀୟ ପେଶୀ ଉଚ୍ଛ୍ୱାସ କ୍ରିୟାରେ ସହାୟକ ହୋଇପାରିଥାଏ। ବାହ୍ୟ ଅନ୍ତର୍ପଶୁକା ସ୍କାଲେନ ଏବଂ ଷ୍ଟର୍ନୋକ୍ଲେଇଡୋମାଷ୍ଟୋଏଡ ପେଶୀ ଉଚ୍ଛ୍ୱାସରେ ସହାୟତା କରିଥାଏ। ଓଠକୁ ବନ୍ଦ କରି ସ୍ୱର ଉତ୍ପନ୍ନ କରିବାକୁ ଗୁଣୁଗୁଣୁ ହେବାର ସଂଜ୍ଞା ଦିଆଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିର ଗାୟନର ଅଦ୍ୱିତୀୟତା କେବଳ କଣ୍ଠର ବାସ୍ତବିକ ଆକାର ଗଠନ କାରଣରୁ ହୋଇନଥାଏ ତାହା ସହିତ ସେହି ବ୍ୟକ୍ତିର ଶରୀରର ଆକାର ଏବଂ ଗଠନ ଉପରେ ନିର୍ଭର କରିଥାଏ। ବକ୍ଷ ଏବଂ ବେକର ଆକାର ଜିଭର ସ୍ଥିତି ଏବଂ ଅନ୍ୟାନ୍ୟ ଅଂଶସଂଯୁକ୍ତ ପେଶୀକୁ ବଦଳାଯାଇପାରେ। ଏଥିରୁ କୌଣସି କାର୍ଯ୍ୟ ହେବା ଦ୍ୱାରା ଉତ୍ପନ୍ନ କଣ୍ଠର ତୀବ୍ରତା ଆୟତନ ଲୟ କିମ୍ବା ସ୍ୱରରେ ପରିବର୍ତ୍ତନ ହୋଇଥାଏ। ଧ୍ୱନି ଶରୀରର ବିଭିନ୍ନ ଭାଗରେ ମଧ୍ୟ ପ୍ରତିଧ୍ୱନିତ ହୋଇଥାଏ ଏବଂ ଜଣେ ବ୍ୟକ୍ତିର ଆକାର ଓ ହାଡ଼ର ଗଠନ ସେହି ବ୍ୟକ୍ତି ଦ୍ୱାରା ଉତ୍ପନ୍ନ ଧ୍ୱନିକୁ ପ୍ରଭାବିତ କରିପାରେ।